ଦେଖିଲି ନବବର୍ଷର ସ୍ଵର୍ଣ୍ଣଦୀପ୍ତ ସୂର୍ଯ୍ୟର ନବୀନ କିରଣ ଧାରା… ଉପଚକିତ ଚାରିଆଡ଼େ... ଆର୍ତ୍ତ ଚିତ୍କାରର କ'ଣ ଶେଷ ନାହିଁ? ଶଯ୍ୟାରେ ବସି ଚିନ୍ତାକଲି। ଭକ୍ତନାମାବଳୀ ଖାତା ଓଁ ପ୍ରକାଶ ନାରାୟଣ ମାରୱାରବାସୀ ହେଲେ ବି ଓଡ଼ିଶାକୁ ତାଙ୍କର ଦ୍ଵିତୀୟ ଜନ୍ମଭୂମି ଭାବରେ ଗ୍ରହଣ କରିନେଇଛନ୍ତି। ଆଜିର କଥା ନୁହେଁ, ତାଙ୍କର ପୂର୍ବପୁରୁଷମାନେ କେବେ ଆସି ଜଗନ୍ନାଥ ଧାମ ପରିକ୍ରମା କରି କଟକ ସହରରେ ବସତି କଲେ, କେହି କହିପାରିବେନାହିଁ। ସେ ବଂଶର ବ୍ୟବସାୟ ପୈତୃକ ଓ ପୁରାତନ ସତ, କିନ୍ତୁ ପ୍ରୌଢ଼ ଓଁ ପ୍ରକାଶ ନାରାୟଣ ଏହାକୁ ଏକମାତ୍ର ସମ୍ବଳକରି ଓଡ଼ିଶାର ପ୍ରଖ୍ୟାତ ହୋଇନାହାନ୍ତି, ସେ ଏ ରାଜ୍ୟର ଧର୍ମଚେତନା ଓ ସାଂସ୍କୃତିକ ଜାଗରଣ ସହିତ ନିଜକୁ ଓ ପରିବାରକୁ ମିଶାଇଦେଇଛନ୍ତି। ପ୍ରକାଶ ନାରାୟଣ ଏକପ୍ରକାର ସର୍ବଦା ଅସ୍ଥିର ବ୍ୟକ୍ତି। ବ୍ୟବସାୟ ବୁଝିବାକୁ ତାଙ୍କର ଏ ଅସ୍ଥିରତା ପ୍ରତିବନ୍ଧକ ସୃଷ୍ଟି କରେନାହିଁ। ଅନ୍ୟ ଲୋକ ଅଛନ୍ତି, ବ୍ୟବସାୟ ବୁଝନ୍ତି। ଓଁ ପ୍ରକାଶ କେବଳ ଧର୍ମ, ସଂସ୍କୃତି ଓ ସଭାସମିତି ଡାକିବା ଓ ସେ ବିଷୟରେ ତତ୍ପର ହେବାକୁ ଜୀବନରେ ବ୍ରତ ବୋଲି ଧରିନେଇଛନ୍ତି। ଲୋକଟି, ସୁନ୍ଦର ସୁଷ୍ଠୁ ରୂପର ବ୍ୟକ୍ତିତ୍ଵସମ୍ପନ୍ନ। ଅଧରରେ ହସ ଲାଗିରହିଥାଏ। ଅନ୍ୟ କେହି ପ୍ରଣାମ କରିବା ପୂର୍ବରୁ ସେ ଆଗନ୍ତୁକଙ୍କୁ ଦୁଇହାତ ଦୂରରୁ ଦେଖି ଏକପ୍ରକାର ଆତ୍ମ-ବିସ୍ତୃତ ଚିତ୍କାର କରନ୍ତି–'ରାମ୍-ରାମ୍, ଓଁ ଶିବାୟଃ ନମଃ, ଭଜ ହରି ଗୌର... ନମସ୍କାର... ନମସ୍କାର... ' ଆଗନ୍ତୁକ ଆପ୍ୟାୟିତ ହୁଅନ୍ତି। ନ ହେବେ କିପରି? ଲକ୍ଷପତି ଓଁ ପ୍ରକାଶ, ତାଙ୍କ ତୁଣ୍ଡରୁ ଯେତେବେଳେ ପ୍ରଣବ ଝଙ୍କାର ଝରିପଡ଼େ, ସେତେବେଳେ ବିଧର୍ମୀ ବ୍ୟକ୍ତି, ନାସ୍ତିକ ଲୋକ ବି ଈଶ୍ଵର ଚିନ୍ତନରେ ନିମଗ୍ନ ହୋଇ ପଡ଼ନ୍ତି। ଏପରିକି ଏଇ 'ରାମ୍... ରାମ୍... ନମସ୍କାର' ଟିକିକ ପାଇଁ ମନ୍ତ୍ରୀମାନଙ୍କର ଫିଆଟ୍ ଗାଡ଼ି, ଅଟକିଯାଏ ରାସ୍ତା କଡ଼ରେ। ଖସ୍ ଖସ୍ ଓହ୍ଲାଇ ପଡ଼ନ୍ତି ସେମାନେ। ଆଉ ଚାଲେ ଧାର୍ମିକ ଆଳାପ, ଯୋଜନାର ବିଚାର... କାହିଁ ଆଉ ସେକ୍ରେଟାରୀୟେଟ୍ ଆଡ଼େ ଆସୁନାହାନ୍ତି ବୋଲି। ଓଁ ପ୍ରକାଶ ପ୍ରତି ମନ୍ତ୍ରୀମାନଙ୍କର ଅଭିମାନ ଓ ଆଡ଼ରୁଷାର ଯେଉଁ ବାକ୍ୟାଳାପ ଚାଲେ, ତାହା ବାଟର ବାଟୋଇମାନଙ୍କ ପାଇଁ ଆମୋଦଦାୟକ ହୋଇଥାଏ। ସେତିକି ନୁହେଁ, ଜଗନ୍ନାଥ ଧାମକୁ ଆସି ସମୁଦ୍ର ତଟରେ ବିହାର କରି ପୁରୀ ନିବାସରେ ଗୃହ ରଚନା କରି ଦେବଦର୍ଶନ ତଥା ବଣଭୋଜିରେ ଆପ୍ୟାୟିତ ହେବାକୁ ପୁଣି କୋଣାର୍କର ପାଷାଣ ମିଥୁନ ମୂର୍ତ୍ତିଗୁଡ଼ିକର ଫଟୋ ନେବାପାଇଁ ଉତ୍ସୁକ ଭାରତବର୍ଷର ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଯେଉଁ ଅତିଥିମାନେ ଓଡ଼ିଶା ଆସିବାକୁ ମନ ବଳାନ୍ତି, ସେମାନଙ୍କର ସତ୍କାର ପାଇଁ ଓଁ ପ୍ରକାଶ ନାରାୟଣଙ୍କର ବହୁ ଏଜେଣ୍ଟ୍ ବର୍ଷସାରା ଆକୁମାରୀ ହିମାଚଳ କାର୍ଯ୍ୟରତ ଥାନ୍ତି। ତାହାର ଅର୍ଥ, ଏସବୁ ଉପଭୋଗ ପାଇଁ ଏକମାତ୍ର ସାର୍ଥକ ବ୍ୟକ୍ତି ହେଉଛନ୍ତି ଓଁ ପ୍ରକାଶ ନାରାୟଣ ଯିଏ ବମ୍ବେର ଇଣ୍ଡିଆ ଗେଟ୍ ସଦୃଶ। ତାଙ୍କରି ମାଧ୍ୟମରେ, ପାଖ ଦେଇ, ଅଭ୍ୟନ୍ତର ଦେଖିଆସି ପାରିଲେ ଯେକୌଣସି ବ୍ୟକ୍ତିର ଓଡ଼ିଶା ରହଣୀ ଏକ ସ୍ମାରକୀ ଭାବରେ ଚିରଜୀବନ ରହିଯାଏ। ଓଁ ପ୍ରକାଶ ନିଜ କାର ନିଜେ ଚଳାଇ ବଡ଼ ଉଦ୍ବିଗ୍ନ ଚିତ୍ତରେ ସେକ୍ରେଟାରିଏଟ୍ ଗେଟ୍ ପାଖରେ ଅଟକିଗଲେ। ଅବତରଣ କଲେ ଗାଡ଼ିଟିକୁ ପାର୍କିଂ କରିବାପରେ। ଜାପାନୀ କଣ୍ଢେଇର କଳ କବ୍ଜା ଭଳି ତାଙ୍କର ଯନ୍ତ୍ରଗୁଡ଼ିକ ସ୍ଵେଚ୍ଛାକୃତ କାମକରେ। ପ୍ରହରୀକୁ ଦୂରରୁ ଦେଖି ଓଁ ପ୍ରକାଶ ଅଭ୍ୟର୍ଥନା କଲେ- 'ରାମ୍... ରାମ୍, ଓଁ ଶିବାୟ ନମଃ.. ନମସ୍କାର ନମସ୍କାର। ' ପ୍ରହରୀ କୃତ୍ୟକୃତ୍ୟ ହେଲା। ମନ୍ତ୍ରୀମାନଙ୍କର କରୁଣାରୁ ଓଁ ପ୍ରକାଶଙ୍କର ପରମାନେଣ୍ଟ ପାଶ୍ ରହିଛି। ଏ କଥା ପ୍ରହରୀମାନେ ଜାଣନ୍ତି, ରିସେପସନିଷ୍ଟ ଜାଣନ୍ତି, ଜାଣନ୍ତି ସର୍ବୈବ ଜନତା ସେକ୍ରେଟେରୀୟଟ୍ର। ସେ ପଶିଗଲେ ବ୍ୟସ୍ତ ବିଭ୍ରାନ୍ତ ହୋଇ ଜଣେ ମନ୍ତ୍ରୀଙ୍କ ଖାସ୍ କାମରାକୁ...। 'ରାମ୍... ରାମ୍ ଓଁ ଶିବାୟ ନମଃ-ନମସ୍କାରଂ ନମସ୍କାରଂ'ର ଧ୍ୱନି ତରଙ୍ଗାୟିତ ହୋଇ ସେ କକ୍ଷଟିକୁ ଅପାର୍ଥିବ ଗୁଞ୍ଜନରେ ଗୁଞ୍ଜରିତ କଲା। ମନ୍ତ୍ରୀ ପଚାରିଲେ–ଓଁ ପ୍ରକାଶଜୀ... ଏଇଟା କେଉଁ ମାସ ମାନେ ସିଜିନ୍? -ରାମ୍... ରାମ୍ ଆଜ୍ଞା, ଏଇଟା ଶୀତ ସମୟ... ପ୍ରଚୁର କୋବି ଓ ଆଳୁର ତାଜା ବଜାର। -ତେବେ ଏ ସିଜିନରେ ଭାରତବର୍ଷରୁ କି କି ପଦାର୍ଥ ବେଶି ଆମଦାନୀ ହୋଇ ଏ ରାଜ୍ୟକୁ ଆସେ? -ରାମ୍... ରାମ୍ ଆଜ୍ଞା! ସାଧୁ, ସନ୍ଥ, ଭଗବତ ପ୍ରଚାରକ, ତ୍ରିନାଥ ମେଳାର ସାଧକ, ଏକଗୋଡ଼ିଆ ବାବା, ତ୍ରିନେତ୍ର ବାବାଜୀ, ବନଚାରୀ ତାନ୍ତ୍ରିକ, ଜନନୀ ସାଧିକା, ବାମାକ୍ଷେପାର ଦକ୍ଷିଣପ୍ରସ୍ତ, ମୁନୀମାନେ ଇତ୍ୟାଦି.